ରାମାନନ୍ଦେ ଛଣ ଆଣି ସମସ୍ତଙ୍କୁ କିଛି କିଛି ରୋମନ୍ଥନର ସାମଗ୍ରୀ ଯୋଗାଇ ଦେଲେ। କାଲି ସଂଧ୍ୟାରେ ଦୋକାନ ବନ୍ଦ କଲାବେଳେ ନନ୍ଦେ ଠିକ୍ କରି ଆସିଥିଲେ ଆଜି ସଅଳ ଯିବା ଲାଗି। ଦୁଇ ଦୁଇଟା ଫ୍ରକ୍ ଦରସିଲାଇ ହୋଇ ପଡ଼ିଚି। ଶେଷ ହେବା ଦର୍କାର। କିନ୍ତୁ ଦୋବଲ ଶିରିଆପୁରକୁ ପୂରା ତିନି ମାଇଲ। ରାସ୍ତା ଏବେ ଜଳପୂର୍ଣ୍ଣ ଥିବ। ଯିବା ଅସମ୍ଭବ। ତା'ଛଡ଼ା ଏପରି ଅବସ୍ଥାରେ ଘରକୁ କାହାକୁ ଜଗେଇଦେଇ ଯାଆନ୍ତେ ସେ? ଚାକର ମୂଲିଆ କେହି ଆସିନାହାନ୍ତି। ବନ୍ୟା ସମସ୍ତଙ୍କୁ ବିପଦରେ ପକେଇଛି। ଗଗନ ଓ ନିଜ ଘରର ଦାୟିତ୍ୱ ବିରାଟ ବୋଝ ଭଳି ହେଲେ ବି ଆଉ ତ ଫୋପାଡ଼ି ଦେଇ ପାରିବେ ନାହିଁ। ଦୋକାନକୁ ଯାଇଥିଲେ କିଛି କାମ କରିଥାନ୍ତେ। ଜଣକୁ କମିଜ ଦେବାଲାଗି କଥା ଦେଇଛନ୍ତି ଆଜି। ସବୁ ଶେଷ ହୋଇଚି। ଯାହା କେବଳ କେଇଟା ବୋତାମ ଘର ସିଲେଇ ହେବ। ସେତିକି ମାତ୍ର ପାଞ୍ଚମିନିଟର କାମ। ଲୋକଟି ଆଜି ନିଶ୍ଚୟ ବାରଟା ବେଳେ ଆସିଥିବ। ଦୋକାନ ବନ୍ଦ ଦେଖି ଫେରିଯାଇଥିବ। ମନେ ମନେ ଗାଳି ଦେଇଥିବ–'ନନ୍ଦ ଦରଜି ଭାରି ଠକ'। ହେଲେ ନନ୍ଦେ ଇଚ୍ଛା କରି ଠକେଇ ନାହାନ୍ତି, ନିରୁପାୟ ହୋଇ। ସନ୍ଧ୍ୟା ଆସିଲାକୁ ପ୍ରତିଚୀ ଆକାଶରେ ତା'ର ଅଞ୍ଚଳଟା ବେଶ୍ ଦେଖାଗଲା। ବଢ଼ିଆ ରଙ୍ଗ। କଳା ବଉଦର ଛବି ହୋଇଚି; ଧାର ଧଡ଼ିରେ ଲାଗିଛି ସୁନେଲି ଜରି। ଡୁବିଲା ସୂର୍ଯ୍ୟର ପ୍ରତିଫଳିତ ଅଙ୍ଗ-ପେଣ୍ଡୁ ଦିଶୁଚି ଆକାଶର ମଥାମଣି ଭଳି, ସିନ୍ଦୂର ଟୋପା ପରି ଗୋଲାକାର। ଅଳ୍ପ ବଣୁଆ ସ୍ଥାନମାନଙ୍କୁ ଗ୍ରାସ କରି ସୁମି ଘର ଦାଣ୍ଡରେ ଅନ୍ଧକାର ପାଦ ପକେଇଲା ବେଳକୁ ସୁମି ଦଉଡ଼ି ପକେଇଲା ମା' ପାଖକୁ। ମା'ଲୋ, ସଞ୍ଜ ଦେବୁ ନାହିଁ କି? ସୁମି ମା ସଞ୍ଜ ସଳିତା ଆଗରୁ ବଳି ରଖିଥିଲେ। ଚଉରାମୂଳେ ସଞ୍ଜ ଦେବାକୁ ଠା ନାହିଁ। ସେ ବୃନ୍ଦାବତୀଙ୍କୁ ସ୍ମରଣ କରି ପିଣ୍ଡା ଉପରେ ସଞ୍ଜ ଜାଳି ଦେଲେ। ବେକରେ ପଣତ କାନିଟାକୁ ଗୁଡ଼େଇ ଜୁହାର ହେବାପାଇଁ ମୁଣ୍ଡ ନଇଁଲେ। କେଉଁଠି ଲୁଚିକି ବସିଥିଲାକି କଣ ଦମକାଏ ପବନ ଆସି ସଞ୍ଜଠାରୁ ଶିଖା କାଢ଼ି ନେଲା। ସୁମି-ମା ଆଶ୍ଚର୍ଯ୍ୟ ହେଲେ ଓ ଭୟ ପାଇଲେ। ଠାକୁରଘରେ ଲଗା ହୋଇଥିବା ଦୀପ ବି ଲିଭି ଯାଇଚି। ହାଣ୍ଡିଶାଳର ଡିବାଟା ବି ଦିଆସିଲିରେ କାଠି ସରି ଯାଇଥିଲା। ଲଣ୍ଠନ ଲଗା ହେବା ପୂର୍ବରୁ ଡିବିଟା ଯେ ଅନ୍ଧାର ମାଡ଼ରେ ମରିଯିବ–ଏ ଧାରଣା ତାଙ୍କର ନଥିଲା। ସୁମି-ମା ନନ୍ଦଙ୍କ ଟର୍ଚ୍ଚ ଖୋଜି ଆଣିବାକୁ ଭିତର ଘରକୁ ଗଲେ। ରାମାନନ୍ଦେ ଗଗନ ଗୁଡ଼ିଆ ଘରକୁ ଯିବାପାଇଁ ବାହାରିଥିଲେ, କ୍ଷଣକପାଇଁ ଅଟକି ଗଲେ। ତା ପରେ ଆଇଲା ବତାସି, ପବନ, ଝଞ୍ଜା। ରାତି ଯେମିତି ଅନ୍ଧକାର ସହିତ ପ୍ରଳୟ ନେଇ ଆସିଥାଏ। ମେଘ ସବୁ କେଉଁଠି ବଣ-ପାହାଡ଼ ସନ୍ଧିରେ ଛପିଥିଲେ କେଜାଣି ସାଙ୍ଗେ ସାଙ୍ଗେ ଖଣ୍ଡା ତରୁଆଲ ଧରି ଆକାଶ କ୍ଷେତ୍ରକୁ ମାଡ଼ି ଆସିଲେ। ଦଳକୁ ଦଳ, ତା'ପଛକୁ ତା'ପଛକୁ ଅଗଣନ, ଅକଳନ। ହେଲା ଯୁଦ୍ଧ। ଫୁଟିଲା ବାଣ, ଆଗ୍ନେୟାସ୍ତ୍ର ଫଟାକ୍ ଫଟାକ୍ ଢୋ। ସାରା ପୃଥିବୀ ସେ ଅଗ୍ନିରେ ଜଳିଯିବ ଯେମିତି। ବସା ଛାଡ଼ି କୁଆ, କୋଇଲି, ବଡ଼ ସାନ ପକ୍ଷୀଗଣ ମେଳା ମେଳା ହୋଇ ବିକଟ ଚିତ୍କାର କରି ଆକାଶକୁ ଉଠିଲେ। କାହାର କାହାପ୍ରଅତି ଭୟ ନାହିଁ। ସଭିଙ୍କର ଭୟ ଏକା ସେଇ ମେଘପନ୍ତିର ଦନ୍ତରାଜି। ରାମାନନ୍ଦେ ଚାହିଁଥାନ୍ତି–ଠାକୁର ଘର ଚାଳରୁ ଏକା ଧମସରେ ଛଣ ସବୁ ଶିମୁଳି ତୁଳା ଭଳି ଉଡ଼ିଗଲେ। ଖାଲି ବତା ଓ କାଠର କଙ୍କାଳ ଛପର ଦନ୍ତା ରାକ୍ଷସ ପରି ଦିଶୁଥାଏ। ଟପ-ଟପ-ଗତିରେ ଧାଇଁ ଆସିଲା ବର୍ଷା। କଦଳୀ ପତ୍ରର ଚଉଡ଼ା ଛାତି ଗୁଡାକ ତାର ପଦାଘାତରେ ଫାଟି ଗଲେ। ଗତି ଓ ଶକ୍ତି ପ୍ରଖର ଏବଂ ପ୍ରବଳ। ଯେମିତି କ୍ରୁଦ୍ଧ ରାକ୍ଷସର ବାରୁଣାସ୍ତ୍ର। ଶିରିଆପୁର ଗାଁ ଯେମିତି ବାରୁଣାବନ୍ତ ନଗରୀ। ଇନ୍ଦ୍ର ଅବା ଉଦ୍ଧତ ବୃତ୍ରାସୁରକୁ ମାରିବାଲାଗି ସୈନ୍ୟ ସଜେଇ ବୋମା ପକାଉଛି, ଯାହା ଜାପାନୀ ବୋମା ପରି ବିଷାକ୍ତ-। ଶିରିଆପୁର ଗାଁରେ ଯେମିତି ବୃତ୍ରାସୁର ଆସି ଲୁଚିଛି, ଆଉ ଇନ୍ଦ୍ର ପାଇଛି ତା'ର ସନ୍ଧାନ। ଆଉ ଦୁଇଟା ଶକ୍ତିଶାଳୀ ଝଞ୍ଜା ବୃଷ୍ଟିରେ ରାମାନନ୍ଦଙ୍କ ଅନ୍ୟ ଘରଗୁଡାକ ଛପରହୀନ ହୋଇଗଲେ। ଘର ଭିତରକୁ ଗଳି ପଡ଼ିଲା ଅଜସ୍ର ବର୍ଷାଧାରା। କେତେକ କାନ୍ଥ ସହି ନ ପାରି ଢଳିଲେ–ଭୁସ୍, ଦୁଲ୍ ଦାଲ୍।